ଶୋଇବା ଘର ଆଗରେ ପପହଞ୍ଚି ସେମାନେ ଦେଖିଲେ-ଦ୍ୱାର ଖୋଲା, ଭିତରେ ଆଲୁଅ ଜଳୁଛି। ମିସେସ୍ ପାତ୍ର ତଳେ ମୁହଁ ମାଡ଼ି ପଡ଼ିଛନ୍ତି। ଡରି ଡରି ରମଶରଣ ପ୍ରଥମେ ସେ ଘରକୁ ପାଦ ପକାଇ ମୁହଁ ଟିକିଏ ଗଳାଇ ଭିତରଟା ଭଲ କରି ଥରେ ଦେଖିନେଲା। ଭୂତ ନାହିଁ ବୋଲି ଯେତେବେଳେ ସେ ତା' ମନେ ମନେ ନିଃସନ୍ଦେହ ହେଲା ସେତେବେଳେ ସେ ମିସେସ୍ ପାତ୍ରଙ୍କ ପାଖକୁ ଯିବାକୁ ସାହସ କଲା; ତା' ପଛେ ପଛେ ଅନ୍ୟମାନେ ବି। ମିସେସ୍ ପାତ୍ରଙ୍କର କିଛି କ୍ଷତି ହୋଇ ନଥିଲା। ଖାଲି ଭୟରେ ଅଜ୍ଞାନ ହୋଇ ଯାଇଥିଲେ ଯାହା। ସମସ୍ତଙ୍କର ସେବା ଯତ୍ନରେ ସେ ଚେତା ପାଇ ଉଠିଲେ। ଆଖି ଖୋଲିବା ମାତ୍ରେ ସେ ଟେବୁଲ ଉପରେ ଥିବା ଫଟୋଆଡ଼କୁ ଚାହିଁଲେ; ସେଠାରେ ଫଟୋ ନାହିଁ। ପୁଣି ଥରେ କାତର ଚିତ୍କାର କରି ଢଳି ପଡ଼ିଲେ ସେ। ଆଉ ଉପାୟ ନ ଦେଖି ପୁଝାରୀଜଣକ ଆଉ ଜଣେ ଚାକରକୁ ସାଙ୍ଗରେ ଧରି ତାଙ୍କ ଡାକ୍ତରଙ୍କ ପାଖକୁ ଧାଇଁଲେ। ଏଣେ ରାମଶରଣ ବି ଟେଲିଫୋନ୍ରେ ସବୁ ଖବର ପୋଲିସ୍ ଷ୍ଟେସନ୍କୁ ଜଣାଇ ସାହାଯ୍ୟ ଆଶାରେ ଚାହିଁ ବସିଲା। ପ୍ରଥମେ ଚେତନା ପାଇଲେ କିଶୋରୀଲାଲ। ଠିକ୍ ବିଜୁଳି ମାରିଲା ପରି କେଇଘଣ୍ଟା ତଳର ଘଟିଥିବା ଘଟଣା ସବୁ ତାଙ୍କ ମନରେ ପଡ଼ିଗଲା। ଆଖି ପଲକରେ ସେ ଦୋକାନର ଶୂନ୍ୟ ସୋ'କେଶ୍, ଅଜ୍ଞାନ କର୍ମଚାରୀ ବୃନ୍ଦ, ଆଉ ପାଖରେ ରଖିଥିବା ଥଳି ଦୁଇଟି ଆଡ଼େ ଆଖି ବୁଲାଇ ନେଇ ପାଗଳଙ୍କ ପରି ଚିତ୍କାର କରିବାକୁ ଲାଗିଲେ। ଗୋଟାଏ ଡିଆଁରେ ସେ ରାସ୍ତା ଉପରକୁ ଧାଇଁ ଆସିଲେ। ପୁଣି ଚିତ୍କାର କରୁ କରୁ ଦୋକାନ ଭିତରକୁ ଧାଇଁ ଗଲେ। କର୍ମଚାରୀମାନଙ୍କୁ ଜଣ ଜଣ କରି ଟାଣି ଘୋଷାରି ପକାଇଲେ।। ଚିତ୍କର କରୁ କରୁ ଦରଓ୍ୱାନ୍ ଦୁଇଜଣଙ୍କୁ ଗୋଇଠା ଉପରେ ଗୋଇଠା ମାରି ଖାଲି ବ୍ୟସ୍ତ ହୋଇ ଏଣେ ତେଣେ ଧାଇଁବାରେ ଲାଗିଲେ। କିଶୋରୀଲାଲଙ୍କ ପରେ ପରେ ତାଙ୍କ ଦୋକାନର ଗୁମାସ୍ତା, ଚାକରମାନେ ମଧ୍ୟ ଜଣ ଜଣ କରି ଉଠି ଠିଆହେଲେ। ସମସ୍ତେ ଘଟଣାଟା ବେଶ ଭଲ ଭାବରେ ହୃଦୟଙ୍ଗମ କରି ପାରୁଥିଲେ ବି ସେମାନଙ୍କର ଆଉ ଉପାୟ ନଥିଲା କିଛି; ସମସ୍ତେ ବଲ ବଲ କରି ଶୂନ୍ୟ ସୋ-କେଶ୍ଗୁଡ଼ିକ ଆଡ଼କୁ ଡିମା ଡିମା ଆଖି କରି ଚାହିଁଥାନ୍ତି ଯାହା। କିଶୋରୀଲାଲ ସେଇପରି ଉତ୍କ୍ଷିପ୍ତ ହୋଇ ଟେଲିଫୋନ୍ ଉଠାଇ ଧରିଲେ ପୋଲିସ୍ ଷ୍ଟେସନ୍ ଆଡ଼େ। ଥାନା ଇନ୍ଚାର୍ଯ ଅଫିସର ମି: ପଟ୍ଟନାୟକ ଠିକ୍ ରିସିଭର୍ ରଖି ସାରୁଛନ୍ତି-ଆଉ ଗୋଟାଏ କଲ୍! ପୁଣି ସେଇ ବିରକ୍ତିକର ବ୍ୟାପାର! ଯାହାହେଉ ଫୋନ୍ ରିସିଭର୍ ଉଠାଇ କାନରେ ଲଗାଇଲେ। ଖବରଟା ଶୁଣିଲା ମାତ୍ରେ ଆଖି ଦୁଇଟା ବିଷ୍ପୋରିତ ହୋଇଉଠିଲା ତାଙ୍କର। ''କ'ଣ? ନିଉ ଜୁଏଲାରୀ ମାର୍ଟ ଲୁଟ୍! '' ସାଙ୍ଗେ ସାଙ୍ଗେ ବାରଣ୍ଡାକୁ ଉଠିଆସି ସତର୍କ ଘଣ୍ଟା ବଜାଇଲେ ସେ। ଅଳ୍ପ ସମୟ ମଧ୍ୟରେ ଦୁଇଖଣ୍ଡି ପୋଲିସ୍ ଲରୀରେ କେତେଜଣ ସଶସ୍ତ୍ର ପୋଲିସ୍ ବାହାରି ଗଲେ ଦୂର ଦିଗକୁ। ଖଣ୍ଡିଏ ମାନସପୁରୀ, ଆଉ ଖଣ୍ଡିଏ ନିଉ ଜୁଏଲାରୀ ମାର୍ଟ ଅଭିମୁଖେ, ଗଭୀର ରାତ୍ରିର ନିସ୍ତବ୍ଧତା ଭେଦ କରି। -ଛଅ- ସକାଳ ଆଠଟା। ପୋଲିସ୍ ଷ୍ଟେସନରେ ବସି ଗତ ରାତିର ସମସ୍ତ ଘଟଣା ମନୋଯୋଗ ପୂର୍ବକ ଶୁଣୁଥିଲେ ମି: ଚୌଧୁରୀ। ମି: ପଟ୍ଟନାୟକଙ୍କ କଥା ଶେଷରେ ମି: ଚୌଧୁରୀ ପଚାରିଲେ, ''ଆଚ୍ଛା, କିଶୋରୀଲାଲ ଦେବୀଗଡ଼ ରାଜକୁମାର ଓ ତାଙ୍କର ସାଥୀମାନଙ୍କର ଯେପରି ରୂପ ବର୍ଣ୍ଣନା କରିଛନ୍ତି, ସେଥିରୁ ଆପଣଙ୍କର କ'ଣ ମନେ ହୁଏ? '' ମି: ପଟ୍ଟନାୟକ କହିଲେ, ''ମୁଁ ସେମିତି କିଛି ମନେ କରି ପାରୁନାହିଁ। ସେ ବିଷୟରେ ତେବେ ଏଟା ନିଶ୍ଚିତ ଯେ ଏହା କୌଣସି ଶକ୍ତିଶାଳୀ ଦସ୍ୟୁର କାମ, ସନ୍ଦେହ ନାହିଁ। '' ''ଆଚ୍ଛା, ଆପଣ ଆଉ କିଛି ସନ୍ଧାନ କେଉଁଠୁ ପାଇଥିଲେ; ମାନସପୁରୀ ବା ଆଉ ଜୁଏଲାରୀମାର୍ଟରୁ? '' ଆଖିପତା ଟେକି ପଚାରିଲେ ମି: ଚୌଧୁରୀ। କେବଳ ନିଉ ଜୁଏଲାରୀ ମାର୍ଟରୁ ଖଣ୍ଡିଏ ରୁମାଲ ମିଳିଛି। '' 'ଦେଖେଁ' କହି ମି: ଚୌଧୁରୀ ହାତ ବଢ଼ାଇ ଦେଲେ ମି: ପଟ୍ଟନାୟକଙ୍କ ଆଡ଼େ। ମି: ପଟ୍ଟନାୟକ ଟେବୁଲ ଡ୍ରାୟାର ଭିତରୁ ଖଣ୍ଡିଏ ରୁମାଲ ବାହାର କରି ଟେବୁଲ ଉପରେ ଥୋଇ ଦେଲେ। ମି: ଚୌଧୁରୀ ସେଖଣ୍ଡି ଉଠାଇ ନେଇ ଉପରକୁ ଟେକି ଦେଖିଲେ, ତା'ର ଗୋଟିଏ କୋଣକୁ ରଙ୍ଗୀନ୍ ସୂତାରେ ଛୋଟ ଗୋଲାପ ଫୁଲଟିଏ ଅଙ୍କା ହୋଇଛି। ଫୁଲର ଠିକ୍ ତଳକୁ ଇଂରାଜୀରେ ଗୋଟିଏ ଅକ୍ଷର ଲେଖା ଯାଇଛି 'ଏ'। ଏଇ ନାମସୂଚକ ଅକ୍ଷରଟି ଦ୍ୱାରା ମି: ଚୌଧୁରୀ ବିଶେଷ କିଛି ପାଇବାକୁ ଆଶା କରି ନ ଥିଲେ।